ମଦ ଭିନ୍ନ ଅନ୍ୟ କିଛି ନୁହେଁ। ମଣିଷର ସବୁ ଫିସାଦି କାରସାଦି, ଜାଲ୍ ଜୁଆଚୋରି ପଦାରେ ପଡ଼ିଯିବ। ତାସ୍ର ଘର ଭାଙ୍ଗିଯିବ। ବାଲିମାଟିର କୋଠା ଭୁଷୁଡ଼ି ପଡ଼ିବ। ଭୁଷୁଡ଼ି ପଡ଼ିବ ମଣିଷର ଅହମିକାର ଅନ୍ଧ ବୁନିଆଦି। ଲୋକଟିର ଆପତ୍ତି ସେଇମାନଙ୍କ ପାଇଁ। ସେଇମାନଙ୍କ ବିରୁଦ୍ଧରେ ତା'ରି ସ୍ଳୋଗାନ୍। ଧର୍ମ ସଂସ୍ଥାପନା ଯଦି ମୂଳ ଉଦ୍ଦେଶ୍ୟ, ଗୋଟିଏ ଧର୍ମ କାହିଁକି ସୃଷ୍ଟି ହୋଇ ପାରିଲାନି ମଣିଷ ସମାଜ ପାଇଁ। ଗୋଟିଏ ଧର୍ମ ମଣ୍ଡପ କାହିଁକି ଗଢ଼ି ଉଠି ପାରିଲାନି? ଯେଉଁଠି ସମସ୍ତେ ମନଖୁସିରେ ବସି ସୁଖଦୁଃଖ ହୋଇ ପାରିଥାନ୍ତେ। ମିଳିତଭାବେ ଉଦ୍ୟମ କରି ସମୁଦାୟ ଜାତିର ମଙ୍ଗଳ ପାଇଁ ଏକ ଅଭିନବ ଚିଠା ପ୍ରସ୍ତୁତ କରି ପାରିଥାନ୍ତେ। ସେ ଧର୍ମ ହୋଇଥାନ୍ତା ମାନବ ଧର୍ମ। ସେ ମଣ୍ଡପ ହୋଇଥାନ୍ତା ସନାତନ ମଣ୍ଡପ। ଯେଉଁଠି ବ୍ୟକ୍ତି ତା'ର ଅଖଣ୍ଡ ସ୍ୱାଧୀନତା ପାଇ ପାରିଥାନ୍ତା। ନିଜକୁ ସମ୍ପୂର୍ଣ୍ଣ ରୂପେ ଉନ୍ମୁକ୍ତ କରି, ବିବସ୍ତ୍ର କରି ନିଜର ଅସଲ ଚେହେରାକୁ ଦେଖିବାର ସୌଭାଗ୍ୟ ଲାଭ କରିଥାନ୍ତା। ନିଜକୁ ସମ୍ପୂର୍ଣ୍ଣଭାବେ ସମର୍ପଣ କରିପାରିଥାନ୍ତା। ଇଚ୍ଛା କରିଥିଲେ ବୁଝି ପାରିଥାନ୍ତା ଅନ୍ତତଃ ନିଜର ଦୁଃଖକୁ। ନିଜର ଦୁଃଖକୁ ବୁଝି, ନିଜ ଚେହେରାକୁ ଦେଖିସାରି ସେ ହୁଏତ ଅନ୍ୟଆଡ଼କୁ ମୁହଁ ବୁଲେଇ ପାରୁଥାନ୍ତା। ଅନ୍ୟର କଥା ବୁଝିବାକୁ ଚେଷ୍ଟା କରିଥାନ୍ତା। ସମୟ, ସୁଯୋଗ ସୁବିଧା ଦେଖି ନିଜ ପ୍ରତିବେଶୀର ଶିବିରକୁ ବୁଲିଯାଇ ପାରିଥାନ୍ତା। ଏକ ସୁନ୍ଦର ସ୍ୱପ୍ନିଳ ପୃଥିବୀ ଅନେକ ଦିନୁ ଗଢ଼ି ପାରିଥାନ୍ତା। ମଣିଷକୁ ଠକିବାପାଇଁ, ପ୍ରତ୍ୟେକ୍ଷରେ ହେଉ ବା ପରୋକ୍ଷରେ ପରାସ୍ତ କରି ବିଜୟର ବାନା ଉଡ଼ାଇବା ପାଇଁ, ମଣିଷର ବିପର୍ଯ୍ୟୟରେ କଣ୍ଠ ଫିଟାଇ ହସିବା ପାଇଁ, ସବୁ ଯୁଗରେ ସବୁ ସମୟରେ ଚେଷ୍ଟା ଚାଲିଛି। ସେ ଚେଷ୍ଟା ସେମାନେ ଅତୀତରେ ଚଳାଇ କୃତକାର୍ଯ୍ୟ ହୋଇଛନ୍ତି। ମହାପୁରୁଷ ଆଖ୍ୟା ପାଇଛନ୍ତି। ଇତିହାସ ସେମାନଙ୍କୁ ଏପର୍ଯ୍ୟନ୍ତ ପାସୋରି ପାରିନି। ବର୍ତ୍ତମାନ ବି ସେ ସର୍ବଗ୍ରାସୀ ଚେଷ୍ଟା କବଳରୁ ମଣିଷର ଅବ୍ୟାହତି ନାହିଁ। ତା'ର ହାତ ପାଦରେ ଶୃଙ୍ଖଳ ଲଗାଇ ଦିଆଯାଇଛି। ତାକୁ ଏକ ନିଶ୍ଚିତ ସୀମା ଭିତରେ ବନ୍ଦି କରି ରଖି ଦିଆଯାଇଛି ବଳପୂର୍ବକ। ସୀମା ଲଙ୍ଘନ କରିବା ବା' ସୀମା ସମ୍ପର୍କରେ କୌଣସି ପ୍ରଶ୍ନ କରିବା ମହାପାପ ବୋଲି ଚେତାବନୀ ଶୁଣାଇ ଦିଆଯାଇଛି। ବିଚରା, ଶାନ୍ତ ସରଳ ନିରୀହ ଜୀବଟିଏ! ସବୁ କଥାକୁ ମାନିନେଇ, କୌଣସିଥିରେ ମୁହଁ ଫିଟେଇ ପ୍ରତିବାଦ ନକରି ସେମିତି ପଡ଼ିଉଠି ଆଗେଇ ଚାଲିଛି କୋଉ ମାନ୍ଧାତା କାଳରୁ! କିଏ କହିବ କେତେଦିନ ଏ ଯାତ୍ରା; ଏ ଘୋଡ଼ା ଦଉଡ଼। କେବେ ୟା'ର ପରିସମାପ୍ତି!! ଲୋକଟିର ଅସହଜିଆ ଭାବ, ବେଢଙ୍ଗିଆ ମତିଗତି ଦେଖଣାହାରିଙ୍କୁ ଚକିତ କରିଛି। ଅନେକ ବିଜ୍ଞାନର ଗାରିମା ଦେବାକୁ ଯାଇ ତାକୁ ଏଣୁତେଣୁ ପ୍ରଶ୍ନକରି ପରୀକ୍ଷା କରିଛନ୍ତି। ସବୁ କିସମର ପ୍ରଶ୍ନକୁ ଏକତ୍ରିତ କରିଦେଲେ ସେଇ ଗୋଟିଏ ମାତ୍ର ପ୍ରଶ୍ନ ମନରେ ଉଠେ। କ'ଣ ପାଇଁ ଲୋକଟି ଏମିତି ବିକଳ ଭାବରେ ଧାଉଁଛି? ଏତେ ସୁନ୍ଦର ପୃଥିବୀ, ବଣ, ପର୍ବତ, ମନ୍ଦିର, ନହାନଦୀ, ସମୁଦ୍ର ଗିରିଗହ୍ୱର ଓ ସର୍ବୋପରି ମଣିଷ ସମାଜ ଥାଉ ଥାଉ, ଲୋକଟି ଛାନିଆ ହୋଇ ଧାଉଁଛି କାହିଁକି? କ'ଣ ବା' ସେ ହଜାଇଛି ଜୀବନରେ? ଯାହାକୁ ଖୋଜି ବାହାର କରିବାକୁ ସେ ପ୍ରାଣମୂର୍ଚ୍ଛା ସଂଗ୍ରାମ ଚଳାଇଛି। ଲୋକଟି ଛୋଟ ଉତ୍ତରଟିଏ ଦେଇ ବିନମ୍ର ଭାବରେ ବୁଝେଇ କହି ଦେଇଛି ଯେ ସେ ସତ୍ୟ ଖୋଜୁଛି। ସତ୍ୟ ପ୍ରତିଷ୍ଠା ପାଇଁ ସେ ହାତରେ ଲଣ୍ଠନ ଧରି ଧାଉଁଛି। ପୃଥିବୀ କ୍ରମଶଃ ଅନ୍ଧାରର ଡଅଁର ଗାଡ଼ରେ ପଡ଼ିଛି। ଭଉଁରୀରେ ଘିରିଘିରି ହୋଇ ବୁଲୁଛି। ଅନ୍ଧାର ଆସ୍ତେ ଆସ୍ତେ ଘନୀଭୂତ ହୋଇ ମାଡ଼ି ଆସିଲାଣି। ସ୍ପଷ୍ଟ ଦିବାଲୋକରେ ବି ବାଟଚାଲିବା କାଠିକର ହୋଇ ପଡ଼ିଲାଣି। ରାସ୍ତା ଠଉରେଇବା ମୁସ୍କିଲ୍ ହୋଇଗଲାଣି। ଜୀବନ ସଂଘର୍ଷମୟ। ଜୀବନ ଏକ ପ୍ରକାଣ୍ଡ ଯୁଦ୍ଧକ୍ଷେତ୍ର। ଅନ୍ଧାରରେ ଯୁଦ୍ଧ କରିକରି ଜୀବନ ଅତିଷ୍ଟ ହୋଇଗଲାଣି। ବୋଧଶକ୍ତି ଲୋପ ପାଇଯିବାକୁ ବସିଲାଣି। ବୋଧହୁଏ ଆଉ ଅଳ୍ପଦିନ ପରେ ସମ୍ପୂର୍ଣ୍ଣ ଲୋପ ପାଇଯିବ। ମଣିଷ, ମଣିଷ ସ୍ତରରୁ ଆଉ ଟିକିଏ ତଳକୁ ଖସି ଆସିବ-। ପଶୁପରି ଆହାର ମୈଥୁନ ଉପରେ ଅଧିକ ଗୁରୁତ୍ୱ ଦେବ। ଅନ୍ୟ କୌଣସି ଉନ୍ନତ ଚିନ୍ତା ତା' ମନକୁ ଛୁଇଁବନି। ସତ୍ୟ କ'ଣ ସେ ଉପଲବ୍ଧି କରି ପାରିବନି। ଆହାର ଓ ମୈଥୁନ ପାଇଁ ତା'ର ସବୁ ସଞ୍ଚିତ ଶକ୍ତି ଖର୍ଚ୍ଚ ହୋଇଯିବ। ତହିଁରେ ମଣିଷର ଆରମ୍ଭ ଓ ବିଲୟ ଘଟିବ।